ଦାସେ ଦୁଇବାହୁ ତୋଳି ଉନ୍ମାଦ ଭଳି ଧାଇଁଲେ ବଡ଼ଦାଣ୍ଡ ଆଡ଼େ। କେଉଁଠି ଖସି ପଡ଼ିଲା ସୁଝୀନ ଉତ୍ତରୀୟ। କେଉଁଠାରେ ଛିଣ୍ଡି ପଡ଼ିଲା ଗଳାର ସୁବାସିତ ପୁଷ୍ପମାଳା। ଚୁଟି କେରିକର ତୁଳସୀ ମଞ୍ଜରୀ ସୁଦ୍ଧା କେଉଁଠି ପଡ଼ିଗଲାଣି। କେତେବେଳେ କଟି ବସନ ସମ୍ଭାଳିବା ଅସମ୍ଭବ ହୋଇ ଉଠୁଛି। ଆଉ କି କଥା ଅବା ସୁମରି ହେବ ସେତେବେଳେ? ଦାସେ ଅବା ଅଛନ୍ତି କୋଉ ସ୍ମରଣ ବିସ୍ମରଣ, ଜ୍ଞାନ, ଅଜ୍ଞାନ, ସଂସାର ଶଶୀର-ବୋଧ ଭୂମିରେ? ସେତେବେଳେ ଖାଲି ସମ୍ମୁଖରେ ସେଇ ପରମ ପ୍ରେମମୟ, ପରମ ସୁନ୍ଦର, ପ୍ରାଣର ପ୍ରାଣ ହୃଦୟର ଦୋସର ଚକାଡ଼ୋଳଙ୍କ ମୁହଁ। ଯୁଆଡ଼େ ଚାହିଁଲେ ଦିଶି ଯାଉଛନ୍ତି ନନ୍ଦିଘୋଷ ରଥ ଆରୁଢ଼ ବଳୀୟାର ଭୂଜ ଜଗବନ୍ଧୁ ଜଗନ୍ନାଥ। ତାଙ୍କ ବିନା ଅନ୍ୟ ନାହିଁ। କ୍ଷେତ୍ର ବାସୀ ମାତ୍ରେ ଜାଣନ୍ତି, ବଳରାମ ଦାସ, ସେଇ ମହା ଭବର ଭାବୁକ, ସେଇ ପରମ ପ୍ରେମର ପ୍ରେମିକ, ବ୍ରଜରସ କାଙ୍ଗାଳ ରସିକ ଜଣେ। ଶ୍ରୀ ଜଗନ୍ନାଥଙ୍କ କୈବଲ୍ୟ ବିନା ତା'ର ଆହାର ନାହିଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବିନା ତା'ର ସୁଖ ନାହିଁ, ଶ୍ରୀ ଜଗନ୍ନାଥଙ୍କ ସେବା ବିନା ତା'ର ଶାନ୍ତି ନାହିଁ। ମହାପ୍ରଭୁଙ୍କ ଭଜନ ଗାନ ବିନା ବଳରାମ ଦାସଙ୍କ ତୁଣ୍ଡରେ ଗୀତ ନାହିଁ। ସେଇ ହରି ଗୁଣ ଗାନରେ ସେ ଅନୁକ୍ଷଣେ ମତ୍ତ। ସେଇଥି ପାଇଁ ତ ଶ୍ରୀ ପୁରୁଷୋତ୍ତମର, ଆବାଳ ବୃଦ୍ଧ ବନିତା, ଏଇ ଜଗନ୍ନାଥ ସେବକ ଶିରୋମଣି ସ୍ୱଭାବ ବୈଷ୍ଣବଙ୍କୁ ଚିହ୍ନିତ କରନ୍ତି ମିତ୍ତ ବଳରାମ ଦାସ ରୂପେ। କିନ୍ତୁ– ଚନ୍ଦ୍ରରେ କଳଙ୍କ, କୁସୁମରେ କୀଟ, ଦେବ ରାଜ୍ୟରେ ଦାନବର ଉତ୍ପୀଡ଼ନାଶଙ୍କା କେଉଁ କାଳେ ଭଲା ଲାଗି ନ ରହେ। ପ୍ରକୃତିବଶରୁ, ପ୍ରାରବ୍ଧ କର୍ମ ଫଳର, ନିଶ୍ଚିତ ଭୋଗ ନିମନ୍ତେ, ବଳରାମ ଦାସଙ୍କ ଇଷ୍ଟ ସମର୍ପିତ ମନର କେଉଁ ଅନୁକୋଣରେ କାମର ଅଳନ୍ଧୁ କଳା ଜମି ରହିଛି। ଗଛର ଶୁଖିଲା ବକଳ ପରି, କର୍ତ୍ତିତ ଶାଖାର ଦରଫୁଟା କଢ଼ି ପରି ରହି ଯାଇଛି। ରମଣୀର ରମଣୀୟ ତନୁ ପ୍ରୀତି ମୋହ ଅତପ୍ତ ଜାନ୍ତବ ଦେହ-କ୍ଷୁଧା ବେଳେବେଳେ ଦାସଙ୍କୁ ବିଚଳିତ କରେ। ସେଥିକି, ଏବେ ସେ କ'ଣ କରିବେ? ବିନିଦ୍ର ରଜନୀର ସ୍ତିମୀତ ଦୀପାଲୋକରେ ନଶ୍ୱର ଶରୀର ସୌନ୍ଦର୍ଯ୍ୟ ମଧ୍ୟ ଅବିନଶ୍ୱର ରାଜ୍ୟ କଥା ମନେ ପକେଇ ଦିଏ। ଜଗନ୍ନାଥ, ଜଗତ ଜନ ଅନ୍ତର୍ଯ୍ୟାମୀ ତାଙ୍କୁ କୋଉ କଥା ଅଜଣା। ୟେ' ପୁଣି ଏମିତି କି ' ବା କଥାଟାଏ ଯେ, ବଳରାମ ଦାସ ବାଉଳି ହେବେ। ଚେତାରଖି ସିନା, ସେ ଏ ଖେଳରେ ପଶିଛନ୍ତି ମନ ଝଗଡ଼ି ହେଇ, ଖେଳଣାଟାଏ ଧରିଚି ମୁହୂର୍ତ୍ତକେ ଫିଙ୍ଗିଦେବ। କ୍ଷେତ୍ରବାସୀଏ ଦାସଙ୍କୁ ଶ୍ରଦ୍ଧା କରନ୍ତି, ସମ୍ମାନ ଦିଅନ୍ତି, କିଞ୍ଚିତ ଘୃଣା ବି କରନ୍ତି। ଭାଡ଼ୁଆ ଗିରୀ ଭଲ ଲାଗେ ନାହିଁ। ଭଲ, ମନ୍ଦ, ନିନ୍ଦା, ପ୍ରଶଂସା, ଶ୍ରଦ୍ଧା, ଘୃଣାରେ ବଳରାମ ଦାସଙ୍କର କି' ଥାଏ? ହଂସ ପରି ପହଂରୁ ଥାଆନ୍ତି। ପକ୍ଷୀରେ ପାଣି ଲାଗେ ନାହିଁ। ଏତେବେଳେ କିନ୍ତୁ କଥାଗୁଡ଼ା, ସେ ଅଶାଳୀନ, ରୁକ୍ଷ, କଟୁ ବଚନ ଗୁଡ଼ା, ଭାରି ବାଧିଲା ତାଙ୍କ ଆତ୍ମା ପୁରୁଷକୁ। ଏ ବେଜମାନ, ଏ ଦହଗଞ୍ଜ ଗାଳି, ଗଞ୍ଜଣା, ପୁଣି ଆଉ କେଉଁଠି ନୁହେଁ ସ୍ୱୟଂ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଛାମୁରେ। ନନ୍ଦିଘୋଷ ରଥ ଉପରେ ଖାଲି ଅବା ଜଗନ୍ନାଥ, ଥାଆନ୍ତେ, ଦାସେ ଥଆନ୍ତେ ପ୍ରଭୁ ଖାଲି ତାଙ୍କ ଚକା ନୟନ ଚାହାଣିରେ, ଏକୁଟିଆ ଦେଖି ଥାଆନ୍ତେ ଦାସଙ୍କ ଲାଞ୍ଛନା। ଚତୁର୍ଦ୍ଦଶ ଭୁବନର ଅଧିବାସୀ ଠୁଳ ହୋଇଛନ୍ତି।